ସେ ଆପେ ଆପେ ଯାଇ ସାଗରୀକା ଘରେ ପହଞ୍ଚେ। ଦୁଆର ମୁହଁରେ ଠିଆହୋଇ ପଚାରେ-''ମୁଁ ଭିତରକୁ ଯାଇପାରେ କି? '' କିଲିବିଲି ହୋଇ ଘର ଭିତରୁ ଦୌଡ଼ି ଆସେ ସାଗରୀକା। ନମସ୍କାର କରୁ କରୁ ଖୁସି ଆଉ ଆନନ୍ଦରେ ଫାଟିପଡ଼ି ଘର ଭିତରକୁ ବାଟ କଢ଼ାଇ ନିଏ। ଚଉକିରେ ବସି ଧୀର କଣ୍ଠରେ ନୀହାର ପଚାରେ-''ମୋ ଉପରେ ରାଗିଛ ସାଗର। '' ଏତିକିର ତା'ର ସବୁ ଅଭିମାନ ପାଣି ଫାଟିଯାଏ। ସେ କହେ-''ନାଇଁ ତ? '' ନୀହାର କହେ-''ସତେ? ଏତେ ରାଗ ଯେ କଥା କହୁନଥିଲ। ଆଜି ମୋ ସାର୍ଟ ବୋତାମଟା ଉପରେ ଆଖି ପଡ଼ିଗଲାରୁ ମୁହଁ ଫେରାଇ ନେଲ। ଆଉ ପଚାରିଲା ବେଳକୁ ସୁନା ପିଲାଙ୍କ ପରି ଚଟ୍କରି ନାହିଁ କରିଦେଉଛ। '' ସାଗର ହସେ; ଆଉ କହେ-''ଆଉ ଜମା ରାଗିବିନି। '' ଯେତେ ରାଗିଲେ ବି ତ ସେ ରାଗ ରଖିପାରୁନି-ଖାଲି ମିଛଟାରେ ଚିହ୍ନା ପଡ଼ୁଛି ସିନା! ତା'ପରେ କିଛି ସମୟ ଗମ୍ଭୀର ହୋଇଯାଇ ସାଗରୀକା କହିଲା-ଥରେ ତୁମେ ମୋତେ ପଚାରିଥିଲନା; ମୁଁ ନୀଳକଣ୍ଠଙ୍କ 'କୋଣାର୍କେ' କାବ୍ୟର ମାୟାଦେବୀ ପରି ହୋଇପାରିବି କି ନାହିଁ? କିନ୍ତୁ ମାୟାଦେବୀ କ'ଣ, ମୁଁ ତାଙ୍କଠାରୁ ଶତ ସହସ୍ର ଗୁଣେ ବଡ଼ ହୋଇପାରିବି। ମାୟାଦେବୀ; ସେ ତ ଥିଲେ ରାଜକନ୍ୟା। ଯେତେ ଯାହା କଲେ ବି ଜନ ସମାଜ ପ୍ରତିବାଦ କରିବାକୁ ସାହସ କରୁନଥିବେ। କିନ୍ତୁ ମୁଁ? କଲେଜ ରାସ୍ତାରେ କିଏ କେତେ କଥା ନ କହୁଛି। ତଥାପି ତ ମୁଁ ଦିନେ ହେଲେ ମନରେ ତୁମପ୍ରତି ବିତୃଷ୍ଣା ଆଣିନି। ଅଥଚ ତୁମେ ମୋ ଉପରେ ବାରବାର କେତେ ସନ୍ଦେହ ନ କରି, କେତେ କଥା ନ କହିଛ। ହଉ ତୁମେ ମୋତେ ସନ୍ଦେହ କରିପାର। ଭୁଲି ବି ଯାଇପାର। କିନ୍ତୁ ଯାଅ ଯେତେଦୂର। ତୁମର ଶାନ୍ତ ସୌମ୍ୟ ପ୍ରତିମୂର୍ତ୍ତି ସଦାବେଳେ ମୋରି ଆଖି ଆଗରେ ଭାସି ଉଠୁଥିବ। ତାକୁଇ ସମ୍ବଳ କରି ମୁଁ ଜୀବନ ପଥରେ ଆଗେଇ ଚାଲିବି। ମୋର ଦୃଢ଼ ଆଶା ଅଛି ଯେ ତୁମର ସ୍ନେହ, ପ୍ରେମ, ଆଦେଶ ଓ ପ୍ରେରଣା ବଳରେ ମୁଁ ସବୁ କିଛି ଅତିକ୍ରମ କରିଯାଇପାରିବି। ତା'ର ଏହି ଭାବ ପ୍ରବଣ କଥାଗୁଡ଼ାକ ଖୁବ୍ ଗମ୍ଭୀର ଭାବରେ ବସି ଶୁଣୁଥିଲା ନୀହାର। ସେ ବିଶ୍ୱାସ କରିପାରିଲାନି ଏଇ କଥାଗୁଡ଼ାକ। ଗୋଟାଏ ଚପଳ ମୂହୂର୍ତ୍ତର ଭାବାବେଗରେ ସାଗର ଯାହା କହିଗଲା ତାକୁ ସମ୍ପୂର୍ଣ୍ଣ ସତ ବୋଲି ଗ୍ରହଣ କରିନେଇ ପାରିଲାନି ସେ। ମଣିଷ ଜୀବନରେ ଏମିତି ଗୋଟିଏ ଗୋଟିଏ ମୁହୂର୍ତ୍ତକୁ ବିଶ୍ୱାସ କରିବା ନିରାପଦ ନୁହେଁ। ସେ ଭାବିଲା ସାଗରର ଏଇ ବିରାଟ ଭାଷଣ ତଳେ ଛପି ରହିଛି ତା' ମନର ଦୁର୍ବଳତା। ଯଦି ସେ ସତରେ ଭଲ ପାଉଥାନ୍ତା ତା'ହେଲେ ଏତେଗୁଡ଼ାଏ କଥା ନ କହିଥିଲେ କ'ଣ ଚଳିନଥାନ୍ତା? ତା'ର ମନେହେଲା ହଠାତ୍ କୌଣସି ଉପନ୍ୟାସର ମୁଖସ୍ଥକରା ଧାଡ଼ି ଉପରେ ଯେପରି ଅତିମାତ୍ରାରେ ନିର୍ଭରଶୀଳ ହୋଇଉଠିଛି ସାଗର। କୌଣସି ଶସ୍ତା ହିରୋଇନ୍ର ନାଟକୀୟ ସଂଳାପ ପରି ତା' କଥାଗୁଡ଼ାକ ଶୁଭିଲା ନୀହାର କାନକୁ। ସେ ଟିକିଏ ହସିଲା। ଶେଷରେ କହିଲା-''ଭାରୀ ଖୁସି ହେବି-ସାଗର; ଯଦି ତୁମେ ଆଜିର ସବୁ କଥାର ସତ୍ୟତା ଭବିଷ୍ୟତରେ ରଖିପାରିବ। '' ଏଇ କଥାରେ ହଠାତ୍ ଉତ୍କ୍ଷିପ୍ତ ହୋଇଉଠିଥିଲା ସାଗରୀକା। ତା'ର ଅପମାନିତ ନାରୀତ୍ୱ ସହସ୍ର-ଫଣା ବିସ୍ତାର କରି ଚେଇଁ ଉଠିଲା। ନାରୀ ସବୁ ସହିପାରେ-ତା'ର ପ୍ରେମକୁ ଅବିଶ୍ୱାସ କଲେ ସେ ହୁଏ ଭୟଙ୍କର। ତା'ର ଆବେଗ